ତୁମ୍ଭେ ହିଁ ଏହାଙ୍କର ସୁଖ ଦୁଃଖରେ ସହାୟ ହେବ। ତାହାହେଲେ ପ୍ରଭୁ ଯୀଶୁ ତୁମ୍ଭଙ୍କୁ ସହାୟ ହେବେ। ଅଭିଭାଷଣ ସାଙ୍ଗ ହେଲା, କିନ୍ତୁ ଜନମୋହନ ନୀରବଭାବରେ ତଥାବସ୍ଥିତ। ତହୁଁ ସାହେବ ମୁହଁ ଫେରାଇ କନ୍ୟାକୁ ଆହ୍ୱାନ କରି ସେହିପରି କହିଲେ। କନ୍ୟାର ଭକ୍ତିଭରେ ଉପଦେଶ ଶ୍ରବଣ ଓ ସମ୍ମତିଦାନ ଜାଣି ସାହେବ ପରସ୍ପରକୁ ସୁନାମୁଦି ପିନ୍ଧାଇ ଦେବାକୁ ଆଦେଶ ଦେଲେ। ପୃଷ୍ଠଦେଶରୁ ମେମ ସାହେବଙ୍କ ପ୍ରବର୍ତ୍ତନାରେ ଜନମୋହନ ଲିଲିର ଏବଂ ଲୀଳାବତୀ ମୋହନର କରାଙ୍ଗୁଳିରେ ମୁଦ୍ରିକା ପିନ୍ଧାଇଦେଲେ। ଅନନ୍ତର ବଡ଼ ସାହେବ ଗୋଟାଏ ମୋଟା କାଗଜରେ ବର କନ୍ୟାଙ୍କର ସ୍ୱାକ୍ଷର ଏବଂ ପଛେ ପଛେ ଉଭୟ ପକ୍ଷର ସାକ୍ଷୀ କେତେଜଣ ପ୍ରସିଦ୍ଧ ଖ୍ରୀଷ୍ଟଭକ୍ତଙ୍କର ସ୍ୱାକ୍ଷର କରାଇ ନେଲେ। ହେ ଖ୍ରୀଷ୍ଟଶିଷ୍ୟଗଣ! ତୁମ୍ଭମାନଙ୍କର ଏ ସ୍ୱାକ୍ଷରକରଣରେ କି ଫଳ ଅଛି? ତୁମ୍ଭେ ଶତ ସ୍ୱାକ୍ଷର କର ବା ନାମ ରେଜିଷ୍ଟରୀ କର ଅଥବା ଯେତେ ଯାହାଙ୍କୁ ସାକ୍ଷୀ ରଖ, ହୃଦୟରୁ ବଳି ବଡ଼ ସାକ୍ଷୀ କେହି ନାହିଁ ହିନ୍ଦୁ ଅଗ୍ନି କି ସାକ୍ଷୀ କରି ବା ଧର୍ମକୁ ସାକ୍ଷୀ ରଖି ଯେ ଅପରିହାର୍ଯ୍ୟ ବିଶ୍ୱାସ ଲାଭ କରେ, ତାହା ତୁମ୍ଭର ଏ ପଦ୍ଧତିରେ କେତେଦୂର ଅଛି।? ତୁମ୍ଭେ ମୋହନର ହୃଦୟ ପରୀକ୍ଷା କରିଅଛ? ବାହାରେ ଯେତେ ବିଧିବିଧାନ ବା ବ୍ୟବସ୍ଥା କର, ତଦ୍ଦ୍ୱାରା ଭିତରର ବନ୍ଧନ ଦୃଢ଼ ହେବ ନାହିଁ। ଅନ୍ତରର କ୍ରିୟାକୁ ବାହାରର ଶାସନରେ ଆୟତ୍ତ ରଖିବା ସମ୍ଭବ କି? ବରଂ ଏହାଦ୍ୱାରା ସମୟରେ ସତ୍ୟର ଅପଳାପ ହେବ। ଗୁରୁଜନମାନଙ୍କର ଅବମାନନା ଏବଂ ଧର୍ମଧ୍ୱଜିମାନଙ୍କର ପରାଭବ ମଧ୍ୟ ହୋଇ ପାରେ। ଉଭୟର ହୃଦୟକୁ ସାକ୍ଷୀ କରି ତାହା ଉପରେ ଏ ଭାର ପ୍ରଦାନ କରିବା ଆହୁରି ନିରାପଦ ଏବଂ ଶୋଭନୀୟ ନୁହେଁ କି? ଧର୍ମରେ ଅଧର୍ମର ଆଶଙ୍କା କରି ଏପରି ଲୋକଭୁଲାଣିଆ ଛଳନା କାହିଁକି? ଏହି ଶୁଭକର୍ମ ନିଷ୍ପନ୍ନ ହୁଅନ୍ତେ କେତୋଟି ବାଳିକା ଦଣ୍ଡାୟମାନା ହୋଇ ଏହି ବିବାହମଙ୍ଗଳସଙ୍ଗୀତ ସମସ୍ୱରରେ ଗାନ କଲେ, ମଧ୍ୟେ ମଧ୍ୟେ ଅନ୍ୟ ମହିଳାମାନେ ମଧ୍ୟ ସ୍ୱର ମିଶାଇ ଦେଉଥିଲେ। କୃପାନିର୍ଝରଠାରୁ। ବର କନ୍ୟାଙ୍କୁ କରୁଣା ସଦା ଆବରୁ। ମୃତ୍ୟୁ ବିନା ଏ ବେନିଙ୍କୁ କେ ଭିନ୍ନ ନ କରୁ। ଯେଉଁ ପ୍ରଭୁ ସ୍ଥାପିଛନ୍ତି ଏହି ନିୟମ, ତାଙ୍କ ଆଶୀର୍ବାଦଦୃଷ୍ଟି ହେଉ ଉପରୁ। କନ୍ୟା ବିବାହରେ ଯେ ଥିଲେ ନିମନ୍ତ୍ରିତ, ତାହାଙ୍କ ପ୍ରସନ୍ନଦୃଷ୍ଟି ହେଉ ଊର୍ଦ୍ଧ୍ୱରୁ। ଆଉ ଶାନ୍ତି ଦାତା ଧର୍ମ-ଆତ୍ମାଙ୍କଠାରୁ ଶାନ୍ତି ଆନନ୍ଦ ଓହ୍ଲାଇ ବେଷ୍ଟନ କରୁ। ଏ ଦୁଇ ପ୍ରତି କଲ୍ୟାଣ ହେଉ ଉପରୁ, ଯେଣେ ଗଲେ ତେଣେ ତାଙ୍କ କରୁଣା ଘେରୁ। ଏକାପ୍ରେମେ ଏକବାରେ ମନହିଁ ମିଳୁ, ମୃତ୍ୟୁ ବିନା କେବେ କେହି ଭିନ୍ନ ନକରୁ। ପରିଶେଷରେ ସଭାପତି ଜାନୁପାତପୂର୍ବକ ଗଦ୍ଗଦକଣ୍ଠରେ ପ୍ରାର୍ଥନା କଲେ ଏବଂ ଉଭା ହୋଇ ଏହି ଅଭିଭାଷଣ କଲେ- ''ଆଜି ପ୍ରିୟତମ ଶ୍ରୀମାନ୍ଜନମୋହନ ଏବଂ ଶ୍ରୀମତୀ ଲୀଳାବତୀଙ୍କର ଶୁଭବିବାହବନ୍ଧନ ହୋଇଗଲା। ପ୍ରଭୁ ଯୀଶୁ ଏମାନଙ୍କୁ ଆଶୀର୍ବାଦ କରିବେ ଆଉ ଏମାନଙ୍କ କଣ୍ଟକମୟ ଜୀବନମାର୍ଗରେ ସହାୟ ହୁଅନ୍ତୁ। ଆଜିଠାରୁ ଲୀଳାବତୀଙ୍କ ନାମ ଶେଷରେ ରାଉତ ବଦଳରେ ସ୍ୱାଇନ୍ ବସିବ ଏବଂ ଆଜହୁଁ ଏ ଦୁହେଁ ପ୍ରଭୁ ଯୀଶୁଙ୍କର ପୁତ୍ର କନ୍ୟା ହେଲେ। ଆଜି ଏ ଦୁହେଁ ସମସ୍ତଙ୍କ ଆଗରେ ଶପଥ କଲେ ଯେ, କେହି ଜ୍ଞାତସାରରେ କାହାରି ଅନିଷ୍ଟ କରିବେ ନାହିଁ। ଏମାନେ ଗୃହଧର୍ମ ପାଳନ କରି ପରସ୍ପରଙ୍କ ସେବା କରିଲେ ପ୍ରଭୁ ତାଙ୍କର ମଙ୍ଗଳ କରିବେ। '' ସାହେବ ବକ୍ତୃତାରୁ ନିବୃତ୍ତ ହୁଅନ୍ତେ ପୁନର୍ବାର ସଙ୍ଗୀତ-ଉଚ୍ଛ୍ୱାସ ଉଠିଲା। ଶେଷରେ ବର-କନ୍ୟା ଦୁହେଁ ଏକ ଯାନରେ ବସି ନଗର ଭ୍ରମଣ କରି କନ୍ୟା ଗୃହକୁ ପ୍ରସ୍ଥାନ କଲେ। ଚତୁର ପାଠକମାନେ- ସାହେବଙ୍କ ଉଚ୍ଚାରଣରେ ତ ବର୍ଗ ସ୍ଥାନରେ ଟ ବର୍ଗ ଥିଲା ବୁଝିନେବେ। ଦଶମ ପରିଚ୍ଛେଦ ପ୍ରବାସ ଗଞ୍ଜାମ ଜିଲ୍ଲାରେ ପାର୍ବତୀପୁର ଗୋଟିଏ ଦର୍ଶନୀୟ ସ୍ଥାନ। ନାନା ଜାତି ଏବଂ ନାନା ବ୍ୟବସାୟୀ ଲୋକଙ୍କର ଏଠାରେ ଏକତ୍ର ବାସ ଅଛି। ସାହେବଙ୍କ କୃପାରୁ ଜନମୋହନ ଖଣ୍ତିଏ ପୁଲିସ ଦାରୋଗା କାମ ପାଇ ଏଠାକୁ ଆସିଅଛନ୍ତି। ବର୍ତ୍ତମାନ ସେ ବିବିଜାନର ଭାଷାରେ ବଗୁଲିଆ ଟୋକା ନୁହନ୍ତି ଜଣେ ହୁକୁମଦିଆ ହାକିମ। ଏକେ ତ ସେ କାମଟାରେ ପଶିଗଲେ ଭଲ ଲୋକର ମିଞ୍ଜାସ କଡ଼ା ହୋଇଥାଏ। ମୋହନର ତ ଆହୁରି କଡ଼ା ହେବାର କଥା। ତହିଁରେ ପୁଣି ମନର ସ୍ଥିରତା ନାହିଁ ସର୍ବଦା ଉଦାସୀନ ଭାବ। କାର୍ଯ୍ୟବେଳେ କଣ, କଥାବାର୍ତ୍ତା ବେଳେ କଣ, ଅନାସକ୍ତ ଭାବ ଫୁଟି ଜଣା ପଡ଼ୁଥାଏ। ମନଭିତରେ ବନରେ ଦନ୍ତାବଳ ପ୍ରାୟ କିଏ ଗୋଟାଏ ଯେହ୍ନେ ପଶି ସବୁ ମନ୍ଥି ପକାଉଅଛି।